ବାଛି ବାଛି ଭଲ ନାଲି ସିନ୍ଦୂର ଓ ଅଳତା ପୁଡ଼ା ଦୁଇଟି ବି କିଣି ପକାଇଲା-। କାଚ ମେଟେ ତା ମନକୁ ପାଇଲା ନାହିଁ। ତା ସ୍ତ୍ରୀର ଗୋରା ତକ ତକ ଶରୀରକୁ କଳା କାଚ ବଡ଼ ସୁନ୍ଦର ଦିଶନ୍ତା। ହେଲେ କାଚ ଗୁଡ଼ିକ ସବୁ ନାଲି, ନେଳୀ ଓ ହଳଦୀ ରଙ୍ଗର। ଶୁଭ କାମରେ କାଳିଆ ରଙ୍ଗ ଭଲ ନୁହେଁ। ଖାଲି ଏଇ 'ଶୁଭ' 'ଶୁଭ' 'ଶୁଭ'। ତା ମନଟା ବିରକ୍ତ ହୋଇଗଲା-। ଶେଷକୁ ନେଳିଆ କାଚ କିଣିଲା। ଆଣିଥିବା ବ୍ୟାଗରେ ସେତକ ରଖିଲା! ସ୍ତ୍ରୀକୁ ତାର ନରକୋଳି ଭଲ ଲାଗେ। ପୁଅକୁ ଖଜା ଭଲ ଲାଗେ। ତହିଁରୁ କିଛି କିଣି ସେହି ବ୍ୟାଗରେ ସେ ରଖିଲା-। ଘରକୁ ଫେରିବାର ଉପକ୍ରମ କଲା। ହାଟରେ ତା ପିଲାଦିନର ସାଥୀ ନାଥିଆ ଭେଟିଲା। ପଚାରିଲା— କିରେ ଭଗିଆ, କ'ଣ ନେଉଚୁ କି? ଭଗିଆ ନଉଥିବା ଜିନିଷର ନା ଗୁଡ଼ିକ ପ୍ରାଞ୍ଜଳ ଭାବରେ କହିଦେଲା। ନାଥିଆ ହସି ହସି କହିଲା—ତୁ ତ ପକ୍କା ଗୃହୀ ହେଲୁଣି। ଗାଁ ଲୋକେ ତତେ ବାଲୁରା ବୋଲି କାହିଁକି କହନ୍ତି କେଜାଣି? ବଡ଼ ସୁଖରେ ରଖିଚୁ ତ ଚଞ୍ଚିକୁ। ସେ ମୋ ହାତ ଧରିଥିଲେ—କଥାଟା ନ ସରୁଣୁ ସେ ଯେପରି ଅକର୍କିତ ଭାବରେ ଜନତା ଭିତରୁ ଚାଲି ଆସିଥିଲା ସେମିତି ଝଡ଼ ପରି ଜନତା ଭିତରେ ଉଭେଇ ଗଲା। ଗଲା ସିନା, ପୁଣି ଭଗିଆର ଆନନ୍ଦ ମନଟାକୁ ଚହଲାଇ ଦେଇଗଲା। ଭଗିଆ ଫେରିଲା। ବାଟରେ ପୁଣି ଅସରନ୍ତି ଭାବନା ତା ମନକୁ ଘୋଟିଗଲା। ସେ ଭାବି ଚାଲିଲା ତା'ର ପିଲାଦିନ ଓ ଯୌବନର ଘଟଣା। ଚଞ୍ଚି ପାଇଁ ଦୁଇଟି ପାତ୍ର ସେ ଓ ନାଥିଆ ଥିଲେ। ଚଞ୍ଚି ଭଗିଆର ସରଳତାରେ ମୁଗ୍ଧ ହୋଇଥିଲା। ଭଗିଆ ଥିଲେ ସୁସ୍ଥ ଓ ସବଳ, ମାତ୍ର ନିର୍ଦ୍ଧନ। ନାଥିଆ ଥିଲା ଦୁର୍ବଳ, ଜଟିଳ ମାତ୍ର ଧନଶାଳୀ। ଚଞ୍ଚି ଧନ ଅପେକ୍ଷା ଲୋକର ମହତ୍ୱକୁ ନିର୍ବାଚନ କରିଥିଲା। ନାଥିଆର ଅର୍ଥ ପ୍ରାଚୁର୍ଯ୍ୟ ତା ମନକୁ ଆକର୍ଷିତ କରି ପାରି ନ ଥିଲା। ଚଞ୍ଚି ଅଭାବରେ ନିଜକୁ ବୁଡ଼ାଇ ଦେଇଚି ସିନା ନାଥିଆର ଧନ ଲୋଭ ପ୍ରତି କେବେ ହେଲେ ଆକୃଷ୍ଟ ହୋଇନାହିଁ। ଭଗିଆ କେତେ କ'ଣ ଭାବି ଚାଲିଲା। ଲଙ୍କେଶ୍ୱର ରାବଣର ଧନ ଶକ୍ତି ଓ ଫାଣ୍ଡିତ୍ୟ ଓ ଦୁର୍ଯ୍ୟୋଧନର ମାନ, ଗୌରବ ଆଦି ସତୀ ସ୍ୱାଧ୍ୱୀ ସୀତା ଓ ଦ୍ରୌପଦୀଙ୍କ ମନକୁ ତ ଚହଲାଇ ପାରି ନ ଥିଲା। ଆଜି ମଧ୍ୟ ଭାରତୀୟ ରମଣୀ ସେହି ମର୍ଯ୍ୟାଦା ରକ୍ଷା କରିଚି। ଏହିପରି କେତେ କ'ଣ ଭାବି ଭାବି ଭାଗିଆ ଚାଲିଚି। ରାତି ପାହିଲେ କାଲି କୁମାର ପୂର୍ଣ୍ଣିମା। ଏତେ ଦିନକେ ଭଗିଆର ମନସ୍କାମନା ପୂର୍ଣ୍ଣ ହେବ। ଚଞ୍ଚି ନୂଆ ମିଲ୍ ଲୁଗା ପିନ୍ଧି, ନୂଆ। ନେଳି କାଚ, ଗାଢ଼ ନାଲି ରଙ୍ଗର ସିନ୍ଦୂର ଆଉ ଅଳତା ପିନ୍ଧି ସନ୍ଧ୍ୟାବେଳେ ତା ଆଗରେ ଛିଡ଼ା ହେବ। ପୂର୍ଣ୍ଣିମା ଚାନ୍ଦକୁ ବଳି ତାର ମୁହଁ ଦେଖି ସେ ପରମ ସନ୍ତୋଷ ଲାଭକରିବ। ଆଉ ଚଗଲା, ଅଇଁଠା ପ୍ୟାଣ୍ଟ ପୁନ୍ଧି ନାଚି ନାଚି ଖଜା ଖାଇ ଖାଇ ତା କୋଡ଼ରୁ ବୋଉ କୋଡ଼ ଓ ବୋଉ କୋଡ଼ରୁ ତା କୋଡ଼କୁ ଡେଉଁଥିବ। କୁମାର ପୂର୍ଣ୍ଣିମାଟି ଏବର୍ଷ ତାର ସାର୍ଥକ ଦିବସ ହେବ। ଏଥି ପୂର୍ବରୁ କୁମାର ପୂର୍ଣ୍ଣିମା ଗୁଡ଼ିକ ଚାଲିଯାଇଛନ୍ତି ଦୁଃଖର ଅକଳନ୍ତି ଚାର ଦେଇ ଦେଇ ଆଉ ଏଥର ସେ ପାଇବ